ଡିକେନ୍ସଙ୍କ ଉପନ୍ୟାସ ସେ ଯୁଗର ଏକ ଶ୍ରେଷ୍ଠ ଐତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ୱୀକୃତି ଦେଇଥିଲା। ଡିକେନ୍ସଙ୍କ ଲେଖାସମୂହକୁ ବିଶ୍ୱର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ, ଜର୍ଜ ଅରୱେଲ ଓ ଜି. କେ. ଚେଷ୍ଟାରଟନ୍‌ ଲେଖାସମୂହରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା, ହାସ୍ୟରସ, ଗଦ୍ୟଶୈଳୀ, ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ଅପରପକ୍ଷରେ ଓସ୍କାର ୱା ୱାଇଲ୍ଡ, ହେନେରୀ ଜେମ୍ସ ଓ ଭିର୍ଜିନିଆ ଉଲ୍ଫ ତାଙ୍କର ସାହିତ୍ୟରେ ମନସ୍ତାତ୍ତ୍ୱିକ ଗଭୀରତାର ଅଭାବ ଓ ହୁଗୁଳା ବିଷୟ ଲେଖୁଥିବାର ଅଭିଯୋଗ ମଧ୍ୟ କରିଥିଲେ। ତେବେ ତାଙ୍କର ଲେଖାର ଶୈଳୀ ଡିକେନ୍ସିଆନ୍ ଶୈଳୀ ଭାବରେ ପରିଚିତ ହୋଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ-କାରୁଣ୍ୟର ପରିଚୟ ଦେଇଥିଲା।ଚାର୍ଲ୍ସ ଜନ୍ ହଫାମ୍ ଡିସ୍କେନ୍ସ ସାତ ଫେବ୍ରୁଆରୀ ମସିହାରେ ପୋର୍ଟସୀ ଦ୍ୱୀପର, ମାଇଲ୍ ଏଣ୍ଡ୍ ଟେରାସ୍‌ଠାରେ ଜନ୍ ଡିସ୍କେନ୍ସ ଓ ଏଲିଜାବେଥ ଡିସ୍କେନ୍ସଙ୍କ ଆଠଟି ସନ୍ତାନ ମଧ୍ୟରୁ ଦ୍ୱିତୀୟ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବ୍ରିଟିଶ ନେଭିର ଜଣେ ଅଫିସର ଭାବରେ ସେଠାରେ ଅସ୍ଥାୟୀ ଭାବରେ ସ୍ଥାପିତ ଥିଲେ। ତାଙ୍କ ପିତାଙ୍କ ବନ୍ଧୁ ତଥା ଏକ କମ୍ପାନୀର ମାଲିକ "କ୍ରିଷ୍ଟୋଫର୍ ହଫାମ୍" ଚାର୍ଲ୍ସଙ୍କ ଧର୍ମବାପା ଭାବରେ ଥିଲେ ଓ ପରବର୍ତ୍ତୀ କାଳରେ ଡିସ୍କେନ୍ସ ତାଙ୍କ ଉପନ୍ୟାସ ନାମକ ଏକ ଉପନ୍ୟାସରେ ଜାହାଜ କମ୍ପାନୀର ମାଲିକ ଭାବରେ ତାଙ୍କର ଚରିତ୍ରକୁ ହିଁ ଚିତ୍ରଣ କରିଥିବାର ବିଶ୍ୱାସ କରାଯାଇଥାଏ। ଏଗାର ବର୍ଷ ହେବା ଯାଏ ସେଠାରେ ଶିଅର୍‌ନେସ୍ ଓ କେଣ୍ଟଠାରେ ରହିଥିଲେ। ତାଙ୍କର ବାଲ୍ୟକାଳ ଅତ୍ୟନ୍ତ ସାଧାରଣ ଥିଲା ଓ ଏକ ବୃହତ୍ ପରିବାରରେ ଥିବା ହେତୁ ବିଶେଷ କିଛି ସ୍ୱତନ୍ତ୍ର ଯତ୍ନ ପାଇ ନ ଥିଲେ। ବାଳକ ଚାର୍ଲ୍ସ ବେଶି ସମୟ ବାହାରେ ରହୁଥିଲେ ଓ ଜଣେ ସର୍ବଗ୍ରାସୀ ପାଠକ ଥିଲେ। ସେ ତାଙ୍କ ସମୟରେ ଜନପ୍ରିୟ ଥିବା ଟୋବିଆସ୍ ସ୍ମୋଲେଟ୍ ହେନେରୀ ଫିଲ୍ଡିଂ ଆଦି ଲେଖକଙ୍କ ଚିତ୍ରିତ ଉପନ୍ୟାସ ଓ ରବିନ୍‌ସନ୍ କ୍ରୁଶୋ, "ଗିଲ୍ ବ୍ଲାସ୍" ପରି ଜନପ୍ରିୟ ଉପନ୍ୟାସ ପଢ଼ିବା ସହ ଆରବିଆନ୍ ନାଇଟ୍ସ, ଏଲିଜାବେଥ୍ ଇଞ୍ଚବାଲ୍ଡ"ଙ୍କ ହାସ୍ୟ ଲେଖାବଳୀ ସଂଗ୍ରହକୁ ବାରମ୍ବାର ପଠନ କରୁଥିଲେ।ତାଙ୍କର ସ୍ମୃତିଶକ୍ତି ପ୍ରଖର ଥିଲା ଓ ତାହା ତାଙ୍କ ପାଇଁ ପରବର୍ତ୍ତୀ ଲେଖକ ଜୀବନରେ ବହୁ ଉପାଦେୟ ହୋଇଥିଲା। ସେ ଜନସାଧାରଣଙ୍କ ଭିତରେ ଲକ୍ଷ୍ୟ କରୁଥିବା ଘଟଣାସବୁ ମନେ ରଖିପାରୁଥିଲେ ଓ ଉପନ୍ୟାସ ରଚନା ବେଳେ ସେହି ଘଟଣାବଳୀକୁ ସୁନ୍ଦର ରୂପ ଦେଇ କାଳ୍ପନିକ ଚରିତ୍ର ସବୁର ଚିତ୍ରଣ କରିପାରୁଥିଲେ। ସେ କିଛିକାଳ ନୌସେନା ବିଭାଗରେ ତାଙ୍କ ପିତାଙ୍କ ସ୍ଥାନରେ ଦରମା ଅଫିସର ଭାବରେ କାର୍ଯ୍ୟ ପାଇଥିଲେ ଓ ସେହି ସମୟରେ କିଛି ବେସରକାରୀ ସ୍କୁଲ ଶିକ୍ଷା ହାସଲ କରିଥିଲେ।ମସିହା ବେଳକୁ ଚାର୍ଲ୍ସଙ୍କ ପରିବାର ଲଣ୍ଡନ ଫେରିଆସିଲେ ଓ ତାଙ୍କ ପିତା ସେତେବେଳେ ବହୁତ ଋଣଗ୍ରସ୍ତ ହୋଇସାରିଥିଲେ। ତାଙ୍କ ଋଣଦାତାମାନେ କୋର୍ଟରେ ମକଦ୍ଦମା କରିବାରୁ ତାଙ୍କୁ ସେଥିପାଇଁ ପରିବାର ସହ ସେହି ସମୟର ପ୍ରଥା ଅନୁସାରେ ମାର୍ଶଲସୀ ଜେଲ୍‌ରେ ରହିବାକୁ ହେଲା। କେବଳ ଚାର୍ଲ୍ସ ଏଲିଜାବେଥ୍ ରୟଲାନ୍ସ ନାମ୍ନୀ ଜଣେ ପାରିବାରିକ ବନ୍ଧୁଙ୍କ ସହ ରହିବାକୁ ହେଲା। ଏଲିଜାବେଥ୍ ବୟସ୍କା ଦରିଦ୍ର ମହିଳା ଥିଲେ ମଧ୍ୟ ଚାର୍ଲ୍ସ ତାଙ୍କଠାରୁ ଖୁବ୍ ସ୍ନେହ ଆଦର ପାଇଥିଲେ ଓ ତାଙ୍କ ଚରିତ୍ର ତାଙ୍କ ଉପନ୍ୟାସରେ ଜଣେ ଆଦରଣୀୟା ମହିଳା ମିସେସ୍ ପିପ୍‌ଚିନ୍ ଭାବରେ ଚିତ୍ରିତ କରିଥିଲେ।ତାହା ପରେ ସେ କିଛିକାଳ ଜଣେ ବୟସ୍କ ଏଜେଣ୍ଟ ଆର୍ଚିବାଲ୍ଡ ରସେଲ୍ଙ୍କ ଗୃହରେ ରହିଥିଲେ। ତାଙ୍କୁ ଡିସ୍କେନ୍ସ ଜଣେ ଖୁସ୍‌ମିଜାଜ, ଦୟାଳୁ ଭଦ୍ରବ୍ୟକ୍ତି ଭାବରେ ତାଙ୍କ ଜୀବନୀରେ ଉଲ୍ଲେଖ କରିଥିଲେ।